ମୁଁ ସ୍ନେହ ଦେଇ, ମମତା ଦେଇ ବଡ଼ଲୋକଙ୍କୁ ମୋ ସ୍ତରକୁ ଖସାଇ ପାରିନାହିଁ। ପାରୁନାହିଁ। ତଥାପି ବେଳେବେଳେ ଆଶା ହେଉଛି। ସେ ଆଶା ଯେମିତି ମରଣର ଅନ୍ଧାର ଭିତରେ ଯାଇ ମୋତେ ଭରସା ଦେଉଛି ମୋର ସାଥୀ ହେବ ବୋଲି। ସତରେ କ'ଣ ହେବ?ମରିଗଲେ କେତେ କଥା ଛିଡ଼ି ଯାଆନ୍ତା। ଗରିବଗୁଡ଼ାକ ମରି, କେତେ ବଡ଼ବଡ଼ ରହିଯାଆନ୍ତେ। କିନ୍ତୁ ତା' କ'ଣ ହୁଏ? ଗରିବ ଅଛନ୍ତି ବୋଲି ବଡ଼ଲୋକ ଅଛନ୍ତି। ସେ ଗରିବ, ନିଃସ୍ୱ ବୋଲି ଆଜି ଦେବତା ପୂଜା ପାଉଛି ଅନ୍ୟ ମନ୍ଦିରରେ। ସେ ପୂଜାର ହୋମନିଆଁରେ ମୋ ରକ୍ତ କ'ଣ ଜଳୁ ନାହିଁ? କିନ୍ତୁ ମୋତେ ସେଥିରୁ ଆନନ୍ଦ ମିଳୁ ନାହିଁ କାହିଁକି? ମୋତେ କିଏ ଦେବ? ନା, ଆଉ ପାରୁନାହିଁ।ଥୋକେ ତୋତେ କଲ୍ୟାଣ କରି ରହିଲି। ତୋର ଭାଇ ସେଦିନ ଦିଆଲି। ଶ୍ରାଦ୍ଧ ସରିଗଲା। ଶୁକ ପଇଁଆ ଖାଡ଼ରେ ପୂର୍ବପୁରୁଷଙ୍କ ସରଗ ବାଟକୁ ଆଲୁଅ କରି ଘରେ ଆସି ଦେଖିଲା, ଚାରିଆଡ଼େ ଅନ୍ଧାର।ଅନ୍ଧାରରେ ବସି ରତନୀ ଛୁଆକୁ ଦୁଧ ଦଉଚି। ଛୁଆଟା କେଁ କେଁ ହଉଥିଲା, ତୁନି ପଡ଼ିଚି ଏଇ ଦଣ୍ଡେ ହେଲା। ଶୁକୁରା ଫଁ କିନା ନିଃଶ୍ୱାସ ଛାଡ଼ି ବସି ପଡ଼ିଲା।“ତେଲ ନାହିଁ?”“ଛଟାଙ୍କିଏ ତେଲ ବରଷେ ଜାଳନ୍ତି କି?” ରତନୀ ଜବାବ ଦେଲା।“ପଖାଳ ଅଛି?”“ରାତିଅଧରେ କି ପଖାଳ? ଆଜି ପରା ଶ୍ରାଦ୍ଧ! ପିଣ୍ଡ ଭାତରୁ”“କ'ଣ ନଗେଇ ଖାଇବି? ପିଆଜ ଅଛି?”ନା।“ଲୁଣ?”“ଅଛି, ଅଳ୍ପନାକୁ।”“ତୁ ଖାଇବୁ ନାହିଁ?”“ତମେ ଖଇସାର, ଆଗ।”ଛୁଆଟା ପୁଣି କାନ୍ଦି ଉଠିଲା।“ଦଶା ଛୁଆ!” କହି ରତନୀ କଚାଡ଼ି ଦେଲା ତଳେ ଛୁଆଟାକୁ। ଥନରେ ଆଉ କ୍ଷୀର ନାହିଁ।ବାବୁଘର ଭୂଇଁବାଣ ଫୁଟି ସରଗ ଉପରକୁ ଉଠି ଚାଲିଗଲା। ରତନୀର ମନେ ହେଲା, ତା' ଛାତିରୁ ଯେମିତି ନିଆଁ ଝୁଲଖଣ୍ଡେ ଖସିପଡ଼ି ଲିଭିଗଲା ତଳେ!ବାବୁଘରେ ସେଦିନ ମଉଳା ଶ୍ରାଦ୍ଧରେ କେତେ ଖିଆପିଆ, କେତେ ଉତ୍ସବ! ବଡ଼ଘର ପିଲାଏ କେତେ ଫୁଲଝରି, ଚନ୍ଦ୍ରଉଦିଆ, ଫଟଫଟି, ଚନ୍ଦ୍ରଉଦିଆ ଭୂଇଁ ଫଟକା, ତାଳ ଫଟକା, ଇଂରିଜୀ ଫଟକା ଫୁଟେଇ ଚାଲିଯାଉଛନ୍ତି।ଗାଁ ଟୋକାଏ ମିଳି ଭୂଇଁଚମ୍ପା ଲଗେଇ ଦେଲେ। ନିଆଁଟା ଯାଇ ପଧାନ ଘର ପିଢ଼ାରେ ପଡ଼ିଲା। ଦଉଡ଼ି ଯାଇ ସମସ୍ତେ ଲିଭାଇ ଦେଲେ, ଚାଳ ଓଲାରି ପକେଇଲେ। ନଇଲେ ଦଣ୍ଡକେ ସବୁ ଶେଷ ହେଇ ଯାଇଥାନ୍ତା।ଆର ଗାଁରେ ହେଉଥିଲା କାଳୀପୂଜା। ‘କାଳୀପୁର’ ବୋଲି ନାଆଁ ଡାକ ଗାଁର। ଅନେକ ଆଡ଼ୁ ଲୋକ ଆସନ୍ତି। ଯାତରା ଲାଗେ, ଦୋକାନ ବସେ। ଚାରିପାଞ୍ଚ ଦିନ କାଳ ଲଗାତାର ଲୋକ ଲାଗିଥାନ୍ତି, ଯାତ୍ରୀ ଭିଡ଼। ଏମିତି ବଡ଼ କାଳୀ ଆଉ କେଉଁଠି ହେବାର କେହି ଦେଖି ନାହିଁ।ବାହ୍ମୁଣ ମିଶ୍ରଘରେ ଯେଉଁ ବର୍ଷ ସହିଲୁ ଜମିଦାରୀ କିଣିଲେ, ସେ ବର୍ଷ ମିଶ୍ରଙ୍କ ମା' କହିଲେ“ବାପା, ବାହ୍ମୁଣ କୋଇ କାଳେ ରଜା ହୁଏ ନାହିଁ। କଥାରେ କହନ୍ତି ବାହ୍ମୁଣ ରଜା, ଖଣ୍ଟ ପରଜା। ଆମ ଗୋତ୍ରରେ ରଜା ହେବାର ନାହିଁ। ରାଜୁତି ଆମକୁ ସଇବ ନାହିଁ। ତୁ ଜମିଦାରୀ କିଣିବାକୁ ମନ କଲାରୁ ପୁଅ ବେମାରି ପଡ଼ିଲା। ବଞ୍ଚିବ କି ନାହିଁ ମା' କାଳୀ ଜାଣନ୍ତି। ଜମିଦାରୀ କିଣିଲୁ କିଣିଲୁ, ଆଉ ରଖନା ବିକି ଦେ।”ଭଗବାନ ମିଶ୍ରେ ମା'ଙ୍କୁ ଭାରି ଖାତିର କରନ୍ତି। ନିତି ସିନାନ ସାରି, ପୂଜା ବଢ଼େଇ, ମା'ଙ୍କୁ ଦଣ୍ଡବତ କରି, ତା'ପରେ ଯାଇ ତୁଣ୍ଡରେ ଯାହା ଦେବାର ଦେବେ। ନ ହେଲେ ନାହିଁ।ମା'ଙ୍କ କଥାକୁ ସେ ଏବେ ଏଡ଼ାଇ ଦେବେ କେମିତି? ତେଣେ ଜମିଦାରୀ ବି ତ ଛାଡ଼ି ହେଉ ନାହିଁ। ଏତେ ସଦରେ କିଣିଛନ୍ତି। ଜମିଦାର ହେଇଛନ୍ତି। ଜମିଦାରୀ ନ ଥାଇ ଜମିଦାର ହେବେ କେମିତି?ପଟ୍ଟନାହାକ ପଡ଼ାର ଲୋକେ କହିବେ କ'ଣ? କହିବେ ବେଙ୍ଗ ପେଟରେ ଘିଅ ପଚିଲା ନାହିଁ। ସମସ୍ତେ ହସିବେ। ଭଗବାନ ସେ ଇଙ୍ଗିତ ପରିହାସକୁ ସହିବେ କେମିତି?ମଦନ ପଟ୍ଟନାହାକ ଘର ଜମିଦାରୀ ନିଲାମରେ ଉଠିଲାବେଳେ ମିଶ୍ରେ ଚଞ୍ଚକ କରି ଧରିଛନ୍ତି। ମିଶ୍ରଙ୍କ ଗୁମାସ୍ତା ଭାଗୁ। ତା'ର ବୁଦ୍ଧିବଳରେ ମିଳିଛି ଏତକ କେତେ କଷ୍ଟରେ। ତାକୁ ସେ ଛାଡ଼ି ଦେଲେ ଆଉ ମାନମହତ ରହିବଟି!